ସେ ହଉଚନ୍ତି ପଇସାର। ସେ କାହାର ପକ୍ଷ ନୁହନ୍ତି ପଇସାର ପକ୍ଷ। ପଇସା ତାଙ୍କର ନ୍ୟାୟ। ପଇସା ଯିଏ ଯେତେଦବ ସିଏ ସେତେ ନ୍ୟାୟ ପାଇବ। ସା ସାହୁ ମହାଜନ, ରଜା ଜମିଦାରଙ୍କର ବେଶି ପଇସା ନା ତମର ବେଶି ପଇସା? ତମେ ଯେଉଁ ଠେଙ୍ଗା ଧରିବ ସେ ସେଇ ଠେଙ୍ଗାରେ ତମକୁ ପାହାର ଦେବେ। ତମେ। ଯା–ଯା ସେଇ ଇଂରେଜୀ ପାଠୁଆଙ୍କ ପାଖକୁ। ସେ ତମକୁ ସେଇ ଜମିଦାର ମହାଜନଙ୍କ ଜୋତାରେ ଠୋକର ନ ଦେଇଚନ୍ତି ତ ମୋତେ ପୁଣି କହିବ। କ'ଣ ନା–ନ୍ୟାୟ, ଧର୍ମ। ନ୍ୟାୟ ଦବ କିଏ? ଧର୍ମ ଦବ କିଏ? ଯେ ନ୍ୟାୟକୁ ମାନେ, ଧର୍ମକୁ ମାନେ, ସେ ସିନା ନ୍ୟାୟ ଦବ। ଆଉ ନ୍ୟାୟ ଦେବେ ଏଇ ପଇସା କୁକୁର ଇଂରାଜୀ ପାଠୁଆ ଲୋକେ? ତଳ କୋଟ୍ରେ ଛୋଟ ଓକିଲ ଛୋଟ ହାକିମ ତମକୁ ନ୍ୟାୟ ଦେବେ। ତାଙ୍କଠୁ ନ୍ୟାୟ ଆଣିବାପାଇଁ ତମ ଅଣ୍ଟାରେ କିଜାଣି ବଳ ଅଛି। ତା' ଉପରକୁ ପୁଣି ଯେ ବଡ଼ ନ୍ୟାୟ ଅଛି ଯେଉଁଠି ଜଜ୍ ବାରିଷ୍ଟର ନ୍ୟାୟ ଦେବେ–ତହିଁକି ତାକତ ଅଛି ତମର? ତେବେ ପାପ ପାପ ବୋଲି ଚିତ୍କାର କରୁଚ କିଆଁ? ସହିବାକୁ ହବ। ତମେ ସହିବାପାଇଁ ଜନ୍ମ ହେଇଚ। ସେଇ ଗୋଟାକ ନ୍ୟାୟ–ଉଚିତ। କାରଣ ଭାଗ୍ୟକୁ ବଦଳେଇ ଦେବାର ଦିମାକ ତମର ନାହିଁ। ଯେଉଁ ବାଟ ଧରିଚ ସେ ବାଟରେ କେଭେ ନୁହେଁ। ପାପକୁ ବେଆଇନ୍ ବୋଲି କହି ତମେ ଆଇନ ଅଦାଲତରେ ନ୍ୟାୟ ପାଇବ ନାହିଁ। ବେଆଇନ୍ ଆଇନ ହୋଇପାରେ କଥାର ପେଞ୍ଚ ପାଞ୍ଚରେ ପାପ ଯେ ପାପ। ତାକୁ ଆଉ ଆଇନ ଦେଖାଇ ପୁଣ୍ୟ କରି ହେବ ନାହିଁ। ପାପପାଇଁ ଆଇନ ନାହିଁ। '' ଅଗଣି ଦାଶ ଆଉ ଯା' ପାରେ ତା' ହେଉ ସେ ବଡ଼ ଦାମ୍ଭିକ ବଡ଼ ନିର୍ଭୀକ। ଏକଜିଦିଆ ଲୋକ। ଯାହା ବୁଝିଥିବ ସେଇୟା। କଥାଗୁଡ଼ାକ ତା'ର ସିଂହ ଗର୍ଜନ ପରି ଠୋମ୍–ଜବରଦସ୍ତ। ତା' ଆଗରେ ଯୁକ୍ତି କରି କେହି ଜିତି ପାରିବ ନାହିଁ। ପାଟିରେ ସେ ବୁଡ଼େଇ ପକାଇବ-। ମୁହେଁ ମୁହେଁ ସେ ସମସ୍ତଙ୍କୁ ବତେଇ ଦିଏ ବୋଲି ଅନେକେ ତା' ଉପରେ ଚିଡ଼ନ୍ତି। ସେ ଖାତିର କରେ ନାହିଁ। ଯାହା କହିଥିବ ସେଇୟା କରିବ। ଗୋଟେ କଥା। ସେ ପୁଅକୁ ଇଂରାଜୀ ପଢ଼ାଇଲା ନାହିଁ। ଦୁଃଖୀ ବୃତ୍ତି ପାଇଥିଲା–ଭଲ ପିଲା–ସେଥିପାଇଁ ତା' ମାଷ୍ଟରଯାକ କହିଲେ, ଇସ୍କୁଲ ସେକ୍ରେଟେରୀ ପଟ୍ଟନାହାକ ପଡ଼ାର ସେ କି ମହାନ୍ତି, ସେ ବି ଆସି କହିଲେ, ଅଗଣି ଦାଶ ସ୍ତ୍ରୀ, ଗଲା ବାକି ବନ୍ଧୁବାନ୍ଧବ ପ୍ରିୟାପ୍ରୀତି ଯିଏ ଶୁଣିଲା ସିଏ ଆସି ଜିଦ୍ କଲା ଅଗଣି ଦାଶ ଆଗରେ–କେଉଁଥିରେ ହେଲା ନାହିଁ, ତା'ର ସେଇ ଗୋଟିଏ କଥା ପାଠ ପଢ଼ିବ ତ ବାହ୍ମଣ ଘର ପୁଅ ସଂସ୍କୃତ ପଢ଼ୁ–କ୍ରିୟାକର୍ମ ଶିଖୁ–ପଇସା ରୋଜଗାର କରିବାପାଇଁ ସେ ଇଂରେଜୀ ପଢ଼ାଇ ପାରିବ ନାହିଁ। ଯଦି କେହି କହେ–'ସଂସ୍କୃତ ମଲା ପାଠ–ଆଉ ଆଜିକାଲି ଚଳୁ ନାହିଁ' ଅଗଣି ଦାଶ କମ୍ପି ଉଠେ–ପାଠ କେବେ ମଲା ହୋଇପାରେ–ପଢ଼ିବାବାଲା ମଲା ହୋଇଗଲେ କହେ ପାଠଟା ମଲା। ସଂସ୍କୃତ କେବେ ମରି ପାରେନା–କଦାପି ନୁହେଁ। ସୃଷ୍ଟିଥିବା ଯାକେ ସଂସ୍କୃତ ହେଇ ରହିଥିବ–ଜିଇଥିବ। ମଣିଷ ଯଦି ସଂସ୍କାରକୁ ଭୁଲି ଯାଏଁ, ତେବେ ସେ ସଂସ୍କୃତକୁ ଭୁଲିପାରେ–ତା' ଆଗରୁ ନୁହେଁ। ଦୁଃଖୀ ସଂସ୍କୃତ ପଢ଼ିଲା। କିନ୍ତୁ ତା'ର ମନବୋଧ ହେଲା ନାହିଁ ସେତିକିରେ। ସେ ବେଳପାଇଲେ ଲୁଚି ଲୁଚି ଯାଇ ଜଣେ ଇଂରାଜୀ ମାଷ୍ଟର ପାଖରେ ଇଂରାଜୀ ପଢ଼ି ଆସେ। ମାଗି ଯାଚି ବହି କିଣେ। ବାପକୁ ଜଣାଏ ନାହିଁ। ଅଗଣି ଦାଶ ସେ କଥା ଜାଣିପାରେ ନାହିଁ। ଜାଣିଥିଲେ ଦୁଃଖୀର ବାସ ନ ଥାନ୍ତା। ସେଇ ସଂସ୍କୃତ ପଢ଼ି ଗଲାବେଳେ ସେ ବାପ ସଙ୍ଗରେ ପହିଲୁ କଳି କରିଥିଲା। ଘରେ ବସି ରହିଲା। ଆଦୌ ବାହାରିଲା ନାହିଁ–ଟୋଲ୍ରେ ଯାଇ ରହି ପଢ଼ିବାକୁ। ବାପରବି ଜିଦ୍ ବସିଲା–ସଂସ୍କୃତ ନ ପଢ଼ିବ ତ ମୂର୍ଖ ହବ–ସେ କେଭେ ଦୁଃଖୀକୁ ଇଂରେଜୀ ପଢ଼େଇବ ନାହିଁ। ଶେଷରେ ମୂର୍ଖ ହେବା ଭୟରେ ଦୁଃଖୀ ହାର ମାନିଲା। ଦ୍ୱିତୀୟ ଥର କଳିକଲା ବାପ ସଙ୍ଗରେ ବାହାଘର ନେଇ। ଦୁଃଖୀର ଶ୍ୱଶୁର ଗୌରୀ ଦାନ କରିବେ। ସେଥିପାଇଁ ଦୁଃଖୀକି ବାହା ହବାକୁ ହିଁ ହବ। ଅଗଣି ଦାଶ ଜବାବ ଦେଇ ସାରିଚନ୍ତି-। ତାଙ୍କ ଜବାବ ଆଉ ଏ ପାଖ ସେ ପାଖ ହବାର ନୁହେଁ। ଦୁଃଖୀ କୌଣସିମତେ ବାହା ନ ହୁଏ-।